ବଡ଼ ଦୁଃଖର କଥା। ଖୋଜାଅ–। –ମିଳିବ ନାହିଁ? ଭଲ ମାଛ କ'ଣ ଖରାପ ମାଛ କ'ଣ? –ମାଛ ତ ମାଛ। –ହଉ ହେଲା-। ତମେ ଆସିବଟି ପାଞ୍ଚଟା ବେଳେ। –ନିଶ୍ଚୟ ଆସିବ। ଓଧ ଆଉ–ଭୁଆଁଙ୍କୁ ଦେଖିବ। ଭଲ ପୋଷା ମାନିଛନ୍ତି। ମତେ ମାନୁଛନ୍ତି ହେଇ ଶୁଣ, ମୁଁ ନଥିବି ଖରାବେଳେ–ପାଞ୍ଚଟା ମଧ୍ୟରେ ଫେରି ଆସିଥିବି। ମନେକରି ଆସିବ।... କହି ଟେଲିଫୋନ୍ରେ ଗୋଟାଏ ଉଡ଼ନ୍ତା ଚୁମ୍ବନ ପଠାଇ ଦେଇ ଲାଜରା ହୋଇଗଲା। –ଫେରିଆସି କହିଲା–ତମେମାନେ କ'ଣ ଭାବୁଥିବ କେଜାଣି? ଏଇ ଝିଅମାନେ କେଡ଼େ ନିର୍ଲଜ? ଟେଲିଫୋନ୍ରେ ଫ୍ଲାଇଙ୍ଗ୍ କିସ୍ ପଠାଉଛନ୍ତି। ମୋର ଉପାୟ ନ ଥିଲା। ଖରାପ ଭାବିଲ କି? –ନା– –କିସ୍–କିସିଙ୍ଗ ହେଉଛି ଆଧୁନିକତାର ଗୋଟାଏ ଖେଳନା। ଏହାର କିଛି ତାତ୍ପର୍ଯ୍ୟ ନାହିଁ।... ତମେମାନେ ଏହି ଚୁମ୍ବନ କଥା ଜାଣିଛ ଟି। –ହଁ। –ବହିରୁ? ନା–ପ୍ରାକଟିକାଲ? ଦିହେଁ ଚୁପ୍ ହୋଇଗଲେ–ରମାକାନ୍ତ ଚାହିଁଲା ଭଜକୃଷ୍ଣ ମୁହଁକୁ ସେ ଜବାବ ଦେଉ ନାହିଁ କାହିଁକି? –କିହୋ ଭଜକୃଷ୍ଣ–ତମର ତ ପ୍ରାକଟିକାଲ ଜ୍ଞାନ ଥିବା କଥା। ଉପର ଶ୍ରେଣୀର କାମ ଦାମ। କହିବା ଭଲ କି ଲୁଚାଇବା ଭଲ–ଭଜକୃଷ୍ଣ ଠିକ୍ କରି ପାରିଲା ନାହିଁ। ଏଣେ ଟିକିଏ ବଜୁଳି ନେଇଛି ଭିତରକୁ–ଅଳକାର ହାତପରସା ବିଜୁଳି। ଅଳକା ଯେମିତି ଠୋ ଠା କଥା ଚଳାଇଛି ସେଥିରୁ ଜଣାଯିବ ସେ ଜଣେ ଆନ୍ତର୍ଜାତିକ ଅଧ୍ୟାପକ ଆଉ ଭଜକୃଷ୍ଣ ହେରିକା ଓଲୁଶ୍ରୋତା। –ଭଜକୃଷ୍ଣ ହସିଲା। –ଆହାରେ ହସ। କ'ଣ କହିଲ ନାହିଁ କିଛି? ଜାଣିଛ ନା ଜାଣି ନାହଁ? –ହଁ। –ଗାଁ ବାଲାଏ ପାଠ ପଢ଼ାଇଥିଲେ... ନା ଏଇ ସହରରେ? ସେତେବେଳକୁ ଭଜକୃଷ୍ଣ ମୁହଁଟି ଉତ୍ତେଜନାର ଚମକ ଦେଖାଇଲାଣି। ଅଳକା ହସି ପଚାରିଲା–ପ୍ରଶ୍ନଟି ଶୁଣି ତମେ ଯେତେ ରକ୍ତ ତମର ମୁହଁରେ ଆଣି ଜମାଇଲାଣି, ସେଥିରୁ ସବୁ ବୁଝାପଡ଼ୁଛି। ଆଉ ତମର ଜବାବ ଦେବା ଦରକାର ନାହିଁ। କ'ଣ କହୁଛ–ରମାକାନ୍ତ? –ହଁ, ସେଇକଥା। ସକାଳୁ ଆମେ ଓଧ ଆଉ ଭୁଆଁ ହୋଇ ବୁଲୁଛୁ। ଅଳକା ଖିଲିଖିଲ୍ ହୋଇ ହସି ଉଠିଲା। –ହେ, ଭାରି ମଜ୍ଜାଦାର ତମର ପେଆରଟି। ତୁମ କଥା ଲେଖିଲେ ଗୋଟାଏ କ୍ଲାସିକ୍ ହୋଇଯିବ। ତମେ ହେଉଛ ଗୋଟାଏ ଅଦ୍ଭୁତ ଲୋକ। ତୁମ ସାଙ୍ଗରେ ଦେଖା ହୋଇଥିଲେ ବଡ଼ ମଜ୍ଜାରେ ହସି ହସି ବେଳ କଟିଥାନ୍ତା। ଯାଉଛ କେବେ? –କାଲି। –କାଳେ ଅଳକା ଶୁଣି ପାରି ନ ଥିବ ଆଉ ଥରେ ଭଜକୃଷ୍ଣ କହିଲା–ଆସନ୍ତା କାଲି ଶୁକ୍ରବାର ଦିନ ଯାଉଛି। –ନା, ତମେ ଯାଇ ପାରିବ ନାହିଁ। ମାନିନୀ କହିଛି ତମର ପରୀକ୍ଷା ଫଳ ଖରାପ ହୋଇଯିବାର ଆଶଙ୍କା। ତମେ ଏଇଠି ରହି ଆଇ. ଏ. ଏସ୍. ପାଇଁ ପଢ଼ାପଢ଼ି କରିବ।... ଯାଇ ପାରିବ ନାହିଁ। ରମାକାନ୍ତ ଆଶ୍ଚର୍ଯ୍ୟ ହୋଇଗଲା। –ଏମିତି ହୋଇଥାଏ। ଯେ କ୍ଷତିରେ ପକାଇଥାଏ ସେହି ପୁଣି ଲାଭ କରାଇ ଦିଏ। ଏହି ସୂତ୍ର ଉପରେ ଦୁନିଆଁ ଚାଲିଛି। ଭଜକୃଷ୍ଣ ଉତ୍ସାହରେ ପଚାରିଲା–ମୋର ତାହାହେଲେ କ'ଣ ଭବିଷ୍ୟତ ଅଛି? –ହଜାର ଗୁଣରେ ଅଧିକ ବଳିୟାନ୍ ଭବିଷ୍ୟତ ଅଛି। ହୁଏତ ଆଉ କେଇ ବର୍ଷରେ ତମେ ଅଳକା ପରି ଲୋକ ସାଙ୍ଗରେ ଚିହ୍ନା ରଖି ଥିଲ ବୋଲି ଅନୁତାପ କରିବ।... ତେବେ ଅନୁରୋଧ ରହିଲା–ଅଳକାକୁ ପାଶୋରି ଯିବ ନାହିଁ। –କିଏ କାହାକୁ ପାଶୋରିବ? –ଅଳକା ପାଖରେ ତମେ ଜଣେ ବଡ଼ ମଣିଷ ହୋଇ ଯାଇଥିବ। ତୁମେ ଯେତେ ବଡ଼ ହେବ ଅଳକା ସେତିକି ଛୋଟ ହୋଇଯିବ। –ଇଏ ହେଲା ବଡ଼–ସାନର ମାପର ନମୁନା। ରମାକାନ୍ତ ଚଙ୍ଗ ଚଙ୍ଗ ହେଉଥାଏ। ସେ ଆସିଥିଲା ମାମଲତକାରି କରିବାକୁ। ଏବେ ଏଇ ଅଳକା କ'ଣ ଲାଗିଗଲାଣି ଭଜକୃଷ୍ଣ ପଛରେ। ଅଳକା ବୁଝିପାରିଲା। ପୁରୁଷର ମନର ଏଇ କେତୋଟି ପ୍ରଶ୍ନ ଅତି ସହଜରେ ନାରୀ ଜାଣିପାରେ। ଅଳକା ରମାକାନ୍ତର ମୁଣ୍ଡଟି ଆଉଁସି କହିଲା–ଏଇ ମୋର କୁନି ବନ୍ଧୁ। ମୁଁ ତାଙ୍କର–ସେ ମୋର ଭଜକୃଷ୍ଣଙ୍କର କେହି ଥାଉ ଅବା ନ ଥାଉ। –କୁନି ବନ୍ଧୁ କାହିଁକି? –ଆଉ କ'ଣ? ମୁଁ ଯେମିତି ମାନିନୀ ତୁଳନାରେ ଛୋଟିଆ ମଣିଷଟିଏ–ମୋର ବନ୍ଧୁଟି ମଧ୍ୟ ସେମିତି ଛୋଟିଆ ମଣିଷ। ସେ ଭଜକୃଷ୍ଣ ପାଖରେ ଅସୁର–ବାମନ ପରି।